ହଁ, ମୂର୍ଖ ଅମଣିଷ–ତମରି ମୁହଁରୁ ସେ ସେଇ ପଦ ଶୁଣିବ ବୋଲି ତା'ର ବାହା ହବା। ସତୀ ଦେବକୀକି ପାଉଁଶର–ଭସ୍ମରେ ଶୁଭ୍ର ସବିତ୍ର କରି ଦେଇ ଘରକୁ ଫେରିଲା ଦୁଃଖୀ-। ଦୁଇଦିନର ସାଥୀ ସେ। ମନେ ହେଉଥିଲା, ତା' ନିର୍ଜନ ବାଟରେ ସେ ଆଉ ଏକା ନୁହେଁ। ହଠାତ ସେ ଧାରଣା ତା'ର ଦୂର ହେଇଗଲା। ଦେବକୀ ଚାଲିଗଲା–କେଉଁଠୁ ଆସିଥିଲା, କେଉଁଠିକି ଚାଲିଗଲା ସେ ଜାଣେ ନାହିଁ। ଗୋଟିଏ ଗୋଟିଏ କାମପାଇଁ ଯେମିତି ଗୋଟିଏ ଗୋଟିଏ ମଣିଷର ଜନ୍ମ। ଦେବକୀ ତା'ର ଆଡ଼ତି ବଢ଼େଇ ଚାଲିଗଲା। ଦୁଃଖୀ ଯେଉଁ ଏକାକୁ ସେଇ ଏକା-। ତା'ର ମନେ ହେଲା, ତା'ର ଯେମିତି ସାଥୀ ଆଉ କେହି ନାହିଁ। ନା–ନା–ସେ ସାଥୀ ପାଇଚି। ଦେବକୀ ମରିଯାଇ ଆଜି ତାକୁ କେତେ ସାଥୀ ଦେଇଯାଇଚି–ଏଇ ରାମ–ଚକରା–ବାଳୁଙ୍ଗା। ସେ ସାଥୀ ପାଇଚି। ତା'ର ଆଉ ଡର କ'ଣ? ଏଇ ରାମ ପିଲାଟିକି ଦୁଃଖୀକୁ ଖୁବ୍ ଭଲ ଲାଗିଲା। ପାଠ ପଢ଼ିଛି ବି. ଏ. ଯାଏଁ। ମନରେ ଟିକିଏ ବୋଲି ବଡ଼ଲୋକୀର ଗର୍ବ ନାହିଁ। ଅଛି ପାଠପଢ଼ାର ସାମାନ୍ୟ ଆଭିଜାତ୍ୟ। କିନ୍ତୁ ପୋଷାକରେ ବିଶେଷ ବାବୁଆନି ନାହିଁ–ସୌଖୀନ ରୁଚିଅଛି। ପୁରୁଣା ମରହଟ୍ଟିଆ ବୁଢ଼ା ଆଉ ନୂଆ ପାଠୁଆ ଟୋକାଙ୍କ ଭିତରେ ଯେଉଁ ଛେଦଟା ସେଇ ଛେଦର ପରବର୍ତ୍ତୀ ଅଂଶ ଏଇ ରାମ। ରାମ ଭଲ ଛାତ୍ର। ମଧ୍ୟବିତ୍ତ ଶ୍ରେଣୀର ପିଲା। ବାପର ଅଳ୍ପ କିଛି ଜମିଦାରୀ। ଟଙ୍କା ହଜାରେ ଯାଏଁ ମଫସଲ ଜମା। ଜମି କୋଡ଼ିଏ ପଚିଶମାଣ ହେବ। ନିଜଚାଷ କିଛି–ବାକି ବାଜ ବଖରା ଦିଆଯାଏ। ବାପ ମାଙ୍କର ଆଶାଥିଲା, ଏତେ କଷ୍ଟରେ ରାମକୁ ଏତେ ପାଠ ପଢ଼େଇଚନ୍ତି–ଭଲ ପଢ଼ୁଛିବି ସେ–ସ୍କଲାରଶିପ୍ ପାଏ–ଗୋଟାଏ କିଛି ବଡ଼ ଚାକିରି ପାଇବ। କିନ୍ତୁ ଚାକିରି ହେଲା ନାହିଁ–ଖାଲି ମୁରବି ଜୋର୍ ନାହିଁ ବୋଲି। ବାଧ୍ୟ ହୋଇ ରାମ ଓକିଲାତି ପଢ଼ିଲା। ରାମ ଏବେବି ଓକିଲାତି ପଢ଼େ। ତା' ସାଙ୍ଗରେ ଏମ୍. ଏ। ଦୁଃଖୀ ଆଉ ସେ ଦୁହେଁଯାକ ମିଶି–ଏଇ ଖରାଦିନ ଗ୍ରୀଷ୍ମ ଛୁଟିରେ ରାମ ଘରକୁ ଆସିଥାଏ–ସଞ୍ଜ ହେଲେ ବୁଲି ବାହାରି ଆସନ୍ତି ବଗିଚା–ଆମ୍ୱତୋଟା ଆଡ଼କୁ। ଦୁଃଖୀ ଦିନେ ପଚାରିଲା–''ରାମବାବୁ, ପଢ଼ିସାରି କ'ଣ କରିବେ–ଚାକିରି? '' ''ନା, ମୁଁ ଚାକିରି କରିବି ନାହିଁ। '' ''ତେବେ, ଏତେଗୁଡ଼ାଏ ପଢ଼ିଲେ ଯେ–'' ''ପଢ଼ିବା ଅର୍ଥ କ'ଣ ଚାକିରି କରିବା? ମୁଁ ଚାକିରି କରିବାକୁ ପାଠ ପଢ଼ୁ ନାହିଁ। ମୋର ଉଦ୍ଦେଶ୍ୟ ଜ୍ଞାନ ଅର୍ଜନ କରିବା। '' ''ଜ୍ଞାନ ଅର୍ଜନ କ'ଣ ଘରେ ପଢ଼ିଲେ ହୁଏ ନାହିଁ? '' ''ନା–ପଢ଼ିବାର ମନୋବୃତ୍ତି, ପଢ଼ାପଢ଼ିର ହାଉଆ ଉପରେ ନିର୍ଭର କଲେ–ଯେଉଁଟା ଘରେ ସମ୍ଭବ ହୁଏ ନାହିଁ। '' ବାସ୍ତବିକ ପଢ଼ିବାଟା ଘରେ ବସି ହୁଏ ନାହିଁ। ଦୁଃଖୀ କେତେଥର ମନ କରିଛି–ସଂସ୍କୃତର ଯେତେ ପ୍ରଧାନ ପ୍ରଧାନ କାବ୍ୟ ସବୁ ପଢ଼ି ଦବ ଆଉ ତା' ସାଙ୍ଗରେ ସାମାନ୍ୟ ଇଂରାଜୀ ମଧ୍ୟ ପଢ଼ିବାକୁ ଆରମ୍ଭ କରିବ–କିନ୍ତୁ ହେଇ ପାରେ ନାହିଁ। କ୍ରମେ କ୍ରମେ ବରଂ ସେ ପାଠ ସବୁ ଭୁଲିଯିବାକୁ ବସିଚି। ଯାହା ପଢ଼ିଥିଲା ସେ ବି ଗଲା–ତାକୁବି ଖାଇ ଖୁଆ କି ବସିଲାଣି। କାବ୍ୟ ପଢ଼ି କାବ୍ୟର ରସ ଆସ୍ୱାଦନ କରିବାକୁ ଅବସର ନାହିଁ–ମନୋବୃତ୍ତି ନାହିଁ। ସାକ୍ଷାତ ପୁଚ୍ଛହୀନ ପଶୁବତ୍ ହେଇଚି ସେ। ମୂର୍ଖ ହେଇଯାଇଛି ସେ ଏଇ ଗାଁ ଗହଳିର ଶହ ଶହ ଲୋକଙ୍କ ପରି। ସେ ଯାହା ଯାହା ପଢ଼ିଥିଲା, ସେ ସବୁକୁ ଯେ ସେ ଆପେ ଆପେ ପାସୋରି ଯାଇଛି, ତା' ନୁହେଁ–ତା'ର ମନେ ହେଲା, ସେ ଯେମିତି ମନ କରି, ଇଚ୍ଛା କରି ପାଠଯାକ ଭୁଲି ପକେଇଛି। ଏଇ ଗାଁର ମୂର୍ଖ ଲୋକଙ୍କ ସାଙ୍ଗେ ମିଶିବାକୁ, ଏଇ ଗାଁର ସରଳ ଲୋକଙ୍କ ସାଙ୍ଗେ